ଆମେ ମହାଶୂନ୍ୟରେ ଖୁବ୍ ନିରାପଦରେ ପହଞ୍ଚି ଏହି ପୃଥିବୀ ଚାରିପାଖରେ ପରିଭ୍ରମଣ କରିବୁ। ଆମେ ଚାଲିଯିବାପରେ ଆପଣ ତ ଏଠାରେ କିଛିଦିନ ରହୁଛନ୍ତି। ଦୂରବୀକ୍ଷଣରେ ଦେଖିବେନି ଆମେ ପୃଥିବୀକୁ କିପରି ପ୍ରତି ନଅ ଘଣ୍ଟାରେ ଥରେ ଲେଖାଏଁ ଘୂରିଆସିବୁ। ମାନମନ୍ଦିରରେ ଯେଉଁ ଟେଲିଭିଜନ ଗୃହ, କଣ୍ଟ୍ରୋଲ ଓ ବେତାର କକ୍ଷ ପ୍ରତିଷ୍ଠା କରାଯାଇଛି, ସେଠାରୁ ଆପଣ ଆମମାନଙ୍କୁ ଦେଖିପାରିବେ ଓ ପାଖରେ ଠିଆହୋଇ କଥାବାର୍ତ୍ତା କଲାଭଳି କରି ପାରିବେ। ଆମେ କିପରି ଅଛୁ, ଆମର ସୁବିଧା ହେଉଛି କି ନାହିଁ, ଆପଣ ତ ଆମକୁ ପଚାରି ସେଠାରୁ ବୁଝିପାରିବେ। ଆଉ ଆପଣଙ୍କର ଚିନ୍ତା କ'ଣ? ଆମେ ପୃଥିବୀରୁ ଚାଲିଯିବାର କିଛିଦିନ ଭିତରେ କୃତ୍ରିମ ଉପଗ୍ରହରୁ ପୃଥିବୀକୁ ରୀତିମତ ଯା–ଆସ କରିବା ପାଇଁ ବ୍ୟବସ୍ଥା କରାଯିବ। ଆମ ଦେଶ ଓ କୃତ୍ରିମ ଉପଗ୍ରହ ମଧ୍ୟରେ ରୀତିମତ ଯିବା–ଆସିବା ଚାଲିବ। ଆମର ଯଦି କିଛି ଅସୁବିଧା ହୁଏ କିମ୍ବା ଦେହପା କାହାରି ଖରାପ ହୁଏ, ତେବେ ଆମେ ପୁଣି ପୃଥିବୀକୁ ତ ଫେରିଆସି ପାରିବୁ। ଆପଣ ଘରେ ଥାଇ ଆମଠାକୁ ତାର କଲେ କିମ୍ବା ଆମେ ଆପଣଙ୍କଠାକୁ ତାରବର୍ତ୍ତା ପଠାଇଲେ ତାହା ସୁରୁଖୁରୁ ଭାବରେ ଆମ ଭିତରେ ଯା–ଆସ କରିପାରିବ ଏହି ମାନମନ୍ଦିର ଦେଇ। ଚିଠିପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଯା–ଆସ ପାଇଁ ମଧ୍ୟ ବନ୍ଦୋବସ୍ତ ହୋଇଯିବ ଏଥିଭିତରେ। ଆଉ ଆପଣଙ୍କର ଚିନ୍ତା କାହିଁକି? ଆମେ କେଉଁ ଦୂର ଅଜଣା ରାଜ୍ୟକୁ ଚାଲିଯାଉଛୁଁ ବୋଲି ଆପଣ ଭାବୁଛନ୍ତି କାହିଁକି? '' କୃତ୍ରିମ ଉପଗ୍ରହ ପୃଥିବୀ ଛାଡ଼ିବାକୁ ଆଉ ଘଣ୍ଟାଏ ବାକି। ଏଥିଭିତରେ ଷାଠିଏ ଜଣଯାକ ଯାତ୍ରୀ ଯେଝା ସ୍ଥାନରେ ଯାଇ ବସିସାରିଲେଣି। କୃତ୍ରିମ ଉପଗ୍ରହଟି ଭୂପୃଷ୍ଠରୁ ପ୍ରାୟ ଦେଢ଼ଶହ ଫୁଟ ଉଚ୍ଚରେ ଥୁଆହୋଇଥାଏ ବଡ଼ ବଡ଼ ଲୌହ ଖମ୍ବ ଉପରେ। ଏହାର ଠିକ୍ ତଳକୁ ଅର୍ଥାତ ଉପଗ୍ରହର ଠିକ୍ କେନ୍ଦ୍ର ତଳେ ଥୁଆ ହୋଇଥାଏ ତିନୋଟି ବିଶାଳକାୟ ରକେଟ୍, ଗୋଟିକ ପରେ ଗୋଟିଏ। ସବାତଳ ରକେଟ୍ଟି ଭୂପୃଷ୍ଠଠାରୁ ମୋଟେ ପାଞ୍ଚଫୁଟ ଉପରେ ରହିଥାଏ। କୃତ୍ରିମ ଉପଗ୍ରହକୁ ଉଠିବାପାଇଁ ଅସ୍ଥାୟୀ ବଡ଼ ଲୌହ ସିଡ଼ି ଲାଗିଥାଏ ଭୂପୃଷ୍ଠରୁ। ମାନମନ୍ଦିରର ଯେଉଁ ପଡ଼ିଆରେ ଏହି ବିରାଟ ଉପଗ୍ରହଟି ରଖାଯାଇଥିଲା, ସେହି ପଡ଼ିଆ ଚାରିପାଖରେ କଡ଼ା ପୋଲିସ ପ୍ରହରୀ ଏହା ନିକଟକୁ କୌଣସି ବାହାରର ଲୋକ ନ ଆସିବା ପାଇଁ ଜଗି ରହିଥାନ୍ତି। କୃତ୍ରିମ ଉପଗ୍ରହଠାରୁ ଅଦୂରରେ ବହୁ ଆମନ୍ତ୍ରିତ ବ୍ୟକ୍ତି ବିଭିନ୍ନ ଆସନରେ ଉପବିଷ୍ଟ, ଏହି ବିଚିତ୍ର ଅଭିଯାନ ଦେଖିବାପାଇଁ। ମାନମନ୍ଦିର ଡିରେକ୍ଟର ପାଲାଭିନ୍ ଏଣେତେଣେ ହୋଇ ବଡ଼ କାର୍ଯ୍ୟବ୍ୟସ୍ତ ଥିଲା ଭଳି ଜଣାପଡ଼ୁଥାନ୍ତି। ଆଲେକ୍ଜାଣ୍ଡର ଶୃଙ୍ଗର ଏହି ବିରାଟ ଲୋକକୋଳାହଳ ଦେଖିଲେ ମନେହୁଏ ସତେ ଯେପରି ସେଠାରେ କିଛି ଗୋଟାଏ ବିରାଟ ଉତ୍ସବ ଲାଗିଛି। ଉପଗ୍ରହର ଡାଇରେକ୍ଟର ଆଲେସ୍କି ସେ ପର୍ଯ୍ୟନ୍ତ ଉପଗ୍ରହକୁ ଉଠି ନ ଥାନ୍ତି। ଏହାର ଯାତ୍ରୀମାନେ ନିଜ ନିଜ ସ୍ଥାନରେ ବସି ନିଜ ନିଜ ଯନ୍ତ୍ରପାତିଗୁଡ଼ିକ ଠିକ୍ଅଛି କି ନାହିଁ, ଶେଷଥର ପାଇଁ ଦେଖିନେବାରେ ବ୍ୟସ୍ତ। ଆଗରୁ ନିର୍ଦ୍ଦେଶ ଦିଆଯାଇଛି, ପୃଥିବୀ ଛାଡ଼ିବା ଅଧଘଣ୍ଟାଏ ପୂର୍ବରୁ ଏହାର ଅଧିବାସୀମାନେ ବକ୍ତୃତା–ଗୃହକୁ ଯାଇ ସେଠାରୁ ନିର୍ଦ୍ଦେଶ ଦିଆଯାଉଥିବା ଅନୁସାରେ ନିଜ ନିଜର ଆସନରେ ବସି ପୃଥିବୀ ଛାଡ଼ିବା ସମୟକୁ ଅପେକ୍ଷା କରି ରହିବେ। ପୃଥିବୀ ଛାଡ଼ିବା ସମୟରେ ରକେଟ୍ର। ଭୀମ ଗର୍ଜ୍ଜନ ସଙ୍ଗେ ସଙ୍ଗେ ଶୂନ୍ୟକୁ ଉପଗ୍ରହଟି ଯେଉଁ ବିରାଟ ବେଗରେ ଧାବମାନ ହେବ, ତଦ୍ଦ୍ୱାରା ଏହାର ଅଧିବାସୀମାନଙ୍କର ଯେଉଁ ଶରୀରିକ ପୀଡ଼ା, ହୃଦ୍ଯନ୍ତ୍ରର ବୈତାଳିକ ସ୍ପନ୍ଦନ, ମାଂସପେଶୀର ଅସ୍ୱାଭାବିକ